ଏହିସବୁ ସେବାଗୁଡ଼ିକ ମଧ୍ୟରୁ ଜିମେଲ୍ ସେବା ଅନ୍ୟତମ। ଏପ୍ରିଲ ଏକ, ଦୁଇ ହଜାର ଚାରିରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ପ୍ରତ୍ୟେକ ମଣିଷର ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ସେହିପରି ଗୁଗଲ ଦୁଇ ହଜାର ଚାରିରେ 'ଗୁଗଲ କୋଡ଼' ନାମକ ଏକ ସେବା ଆରମ୍ଭ କରିଥିଲା, ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇପାରୁଥିଲା। ପରବର୍ତ୍ତୀ କାଳରେ ଏହି ସେବାଟି 'ଗୁଗଲ ଡେଭଲପର' ନାମରେ ପରିଚିତ ହୋଇଥିଲା। ଠିକ୍ ସେହିପରି ସେବା ଦ୍ୱାରା ଗୁଗଲ ନୂଆ ଗଢ଼ିଉଠିଥିବା କମ୍ପାନୀମାନଙ୍କ ପାଇଁ ପରିବର୍ତ୍ତନଶୀଳ ଗୁଗଲ ସେବାର ନିର୍ମାଣ କରିଚାଲିଛି। ବ୍ୟବସାୟିକ ସଫ୍ଟୱେର୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠି କି କମ୍ପାନୀମାନେ ନିଜସ୍ୱ ନାମରେ ମେଲ୍ ଏବଂ ବାଣିଜ୍ୟଜନିତ ସଫ୍ଟୱେର୍ ବ୍ୟବହାର କରିପାରିବେ।ଗୁଗଲର ଅନ୍ୟ ସଫ୍ଟୱେର୍‌ମାନଙ୍କ ମଧ୍ୟରେ ଗୁଗଲ ଟ୍ରାନ୍ସଲେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ସର୍ଭର ସାଇଡ୍ ସେବା ସାହାଯ୍ୟରେ ମଣିଷ ନିଜେ ନ ଜାଣିଥିବା ଭାଷା ମଧ୍ୟ ବ୍ୟବହାର କରିପାରୁଛି ଏବଂ ସହଜରେ ବୁଝିପାରୁଛି। ଏହି ସେବା ବର୍ତ୍ତମାନ ଅଶୀଟି ଭାଷାରେ ଉପଲବ୍ଧ। ହସ୍ତଲିପିଠାରୁ ଆରମ୍ଭ କରି ସ୍ୱର ଅନୁସରଣ ମଧ୍ୟ ଗୁଗଲ ଟ୍ରାନ୍ସଲେଟ୍ ସେବା କରିପାରୁଛି। ଦୁଇ ହଜାର ଦୁଇରେ ଗୁଗଲ, 'ଗୁଗଲ ନ୍ୟୁଜ୍' ନାମକ ଏକ ସେବା ଆରମ୍ଭ କରିଥିଲା, ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି। ଗୁଗଲ ନିଜ ଜନ୍ମସ୍ଥାନରେ ବର୍ତ୍ତମାନ ମାଗଣା ସେବା ପ୍ରଦାନ କରିଆସୁଛି। ମସିହାରେ ଗୁଗଲ, 'ଗୁଗଲ ଫାଇବର୍' ନାମକ ଏକ ନୂଆ ସେବା ଆରମ୍ଭ କରିବାର ଘୋଷଣା କରିଥିଲା। ମସିହାରେ ଗୁଗଲ ନିଜର ମୋବାଇଲ୍ ଫୋନ୍ ତିଆରି କରିବା କଥା ଚିନ୍ତା କରିଥିଲା, ଯାହାକି ଆପଲ୍ ମୋବାଇଲ୍ ସହ ତାଳ ଦେଇ ଚାଲିପାରିବ। ଏଥିପାଇଁ ଗୁଗଲ ଅଧିଗ୍ରହଣ କରିଥିଲା ଏବଂ ଏହାକୁ ପ୍ରୋଜେକ୍ଟ ଭାବେ ବିତରଣ କରିଥିଲା, ଯାହାକି ପରବର୍ତ୍ତୀ କାଳରେ ଏକ ଅପରେଟିଂ ସିଷ୍ଟମ୍‌ରେ ପରିଣତ ହୋଇଥିଲା।ସେହିପରି ଗୁଗଲର ଆହୁରି ଅନେକ ସଫ୍ଟୱେର୍ ଯଥା: ଗୁଗଲ ୱାଲେଟ୍, ଗୁଗଲ କ୍ୟାମେରା, ପ୍ରୋଜେକ୍ଟ ଫାଇ ଅନ୍ୟତମ। ଗୁଗଲର ଏହି ଏପିଆଇ ସାହାଯ୍ୟରେ ଡେଭେଲପରମାନେ ନିଜର ଆପ୍ଲିକେସନ୍‌ଗୁଡ଼ିକରେ ଗୁଗଲ ସେବାଗୁଡ଼ିକ ସହିତ ସମ୍ପର୍କ ଯୋଡ଼ିପାରୁଛନ୍ତି। ଏବଂ ଦୁଇ ହଜାର ଆଠରେ ବହୁତ ଉଚ୍ଚପଦାଧିକାରୀମାନେ ଗୁଗଲ ଛାଡ଼ି ପଳାଇଥିଲେ। ଦୁଇ ହଜାର ଏଗାରରେ ଲାରୀ ପେଜ୍ ଗୁଗଲର ସିଇଓ ହୋଇଥିଲେ। ଗୁଗଲର କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗଲ ସେମାନଙ୍କୁ କୋଡ଼ିଏ ପ୍ରତିଶତ ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ିଥାଏ।ଗୁଗଲର ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟେନ୍ ଭିଉଠାରେ ଅବସ୍ଥିତ। ଏହାକୁ 'ଗୁଗଲପ୍ଲେକ୍ସ' ବୋଲି ମଧ୍ୟ କୁହାଯାଏ। ଏହା ଏକ ବିରାଟକାୟ କାର୍ଯ୍ୟାଳୟ। ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ। ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସବୁବେଳେ ପ୍ରସ୍ତୁତ ହୋଇଥାଏ। ଗୁଗଲର ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ଦୁଇ ହଜାର ଛଅରେ ହୋଇଥିଲା। ଏଠାରେ ଗୁଗଲର କର୍ମୀମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ। ଦେଖିବାରେ ଏବଂ କାମକାର୍ଯ୍ୟରେ ଏହା ମାଉଣ୍ଟେନ୍ ଭିଉ ସହିତ ପ୍ରାୟ ସମାନ। ଏଠାରେ ରୋଷେଇ ଘର, ଖେଳ ଘରଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଅଛି। ବର୍ତ୍ତମାନ ଗୁଗଲର କାର୍ଯ୍ୟାଳୟ ଦେଶ ବିଦେଶରେ ବ୍ୟାପି ରହିଛି।